ସେ ଜଣେ ଡାଏରୀ ଲେଖିକା ଭାବେ ପ୍ରସିଦ୍ଧ। ତାଙ୍କର ମୃତ୍ୟୁ ମାତ୍ର ପନ୍ଦର ବର୍ଷରେ ହୋଇଥିଲା। ସେ ଯିହୁଦୀମାନଙ୍କ ବିଧ୍ୱଂସର ଜଣେ ବହୁ ଚର୍ଚ୍ଚିତ ପୀଡ଼ିତା ଥିଲେ। ସେ ସମୟରେ ଆନି ଗୋଟିଏ ଡାଏରୀ ଲେଖିଥିଲେ ତାହାର ନାମ ଥିଲା ଦ ଡାଏରୀ ଅଫ ଏ ୟଙ୍ଗ ଗର୍ଲ। ଏହି ବହିଟି ବହୁତଗୁଡ଼ିଏ ନାଟକ ଓ ଚଳଚ୍ଚିତ୍ରର ପ୍ରେରଣାସ୍ରୋତ ଓ ଆଧାର ହୋଇଛି। ତାଙ୍କର ଜନ୍ମ ଜର୍ମାନୀରେ ହୋଇଥିଲା କିନ୍ତୁ ସେ ବହୁତ ବର୍ଷ ନେଦରଲ୍ୟାଣ୍ଡସର ଆମଷ୍ଟରଡାମ ସହର ଓ ତାହାର ଆଖପାଖରେ ବିତାଉଥିଲେ। ପ୍ରଥମେ ସେ ଏହି ଡାଏରୀ ନିଜ ପାଇଁ ଲେଖିଥିଲେ। ଉନ୍ନିଶ ଶହ ଚୌରାଳିଶରେ ଗେରରିଟ ବୋଲକେଷ୍ଟାଇନ ଡଚ ସରକାରଙ୍କ ସଦସ୍ୟ ଲଣ୍ଡନର ରେଡିଓ ବ୍ରଡକାଷ୍ଟରେ ଘୋଷଣା କଲେ ଯେ ଜର୍ମାନ ଅଧୀନସ୍ଥ ଡଚମାନଙ୍କ ପୀଡ଼ା ବିଷୟରେ ଯଦି କିଛି ପ୍ରତ୍ୟକ୍ଷଦର୍ଶୀ ନିଜର ଅନୁଭବ ଲିଖିତ ଆକାରରେ ଯେମିତି କି ଚିଠିପତ୍ର ହିସାବରେ ରଖିଛନ୍ତି ତାହାକୁ ଦୁନିଆର ଅନ୍ୟ ଲୋକଲୋଚନକୁ ଆଣିବାକୁ ଚାହୁଁଛନ୍ତି। ତାଙ୍କ ଭାଷଣରେ ପ୍ରଭାବିତ ହୋଇ ଆନି ଫ୍ରାଙ୍କ ସ୍ଥିର କଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଲା ପରେ ତାଙ୍କ ଡାଏରୀକୁ ନେଇ ସେ ଗୋଟିଏ ବହି ପ୍ରକାଶ କରିବେ। ଆନିଲିସ ମେରୀ ଫ୍ରାଙ୍କ ଫ୍ରାଙ୍କଫର୍ଟ ଜର୍ମାନୀରେ ବାର ଜୁନ ମସିହାରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାମ ଓଟୋ ଫ୍ରାଙ୍କ ଓ ମାତାଙ୍କ ନାମ ଏଡିଥ ଫ୍ରାଙ୍କ। ତାଙ୍କର ବଡ଼ ଭଉଣୀଙ୍କ ନାମ ମାର୍ଗଟ ଥିଲା। ସେମାନେ ଯିହୁଦୀ ଧର୍ମର ଥିଲେ କିନ୍ତୁ ଯିହୁଦୀ ଧର୍ମର ରୀତି ଓ ପ୍ରଥା କିଛି ପାଳୁ ନଥିଲେ ଏବଂ ଯିହୁଦୀ ଓ ଅନ୍ୟ ଧର୍ମର ଲୋକମାନଙ୍କ ସହ ରହୁଥିଲେ। ତାଙ୍କର ଗୋଟିଏ ବଡ଼ ପାଠାଗାର ଥିଲା ଓ ସେମାନେ ନିଜ ପିଲାଙ୍କୁ ବହି ପଢ଼ିବାକୁ ପ୍ରୋତ୍ସାହିତ କରୁଥିଲେ। ଜର୍ମାନୀରେ ସେହି ସମୟରେ ହିଟଲରଙ୍କ ତାନ୍ନାଶାହୀ ଚାଲିଥିଲା। ସେହି ସମୟରେ ଯିହୁଦୀମାନଙ୍କର ଜର୍ମାନୀରେ ରହିବା ଭାରି କଷ୍ଟସାଧ୍ୟ ଥିଲା। ଆନି ତାଙ୍କର ପ୍ରତ୍ୟେକ ଦିନର ଘଟିଥିବା ଘଟଣାଗୁଡ଼ିକୁ ଏହି ଡାଏରୀରେ ଲେଖିଥିଲେ। ତାଙ୍କର ମୃତ୍ୟୁ ପରେ ତାଙ୍କ ବାପା ଓଟୋ ଫ୍ରାଙ୍କ ଏହି ଡାଏରୀକୁ ପ୍ରକାଶ କରିଥିଲେ। ହିଟଲରଙ୍କ ଦାଉରୁ ନିଜକୁ ବଞ୍ଚାଇବା ସକାଶେ ଜୁଲାଇ ମାସ ଉନ୍ନିଶ ଶହ ବୟାଳିଶରେ ତେର ବର୍ଷ ବୟସ୍କା ଆନି ତାଙ୍କ ପରିବାର ସହ ଆମଷ୍ଟରଡାମର ଗୋଟିଏ ଗୋଦାମରେ ଲୁଚି ରହିଥିଲେ। ସେହି ଦୁଇ ବର୍ଷ ସେ କିପରି ସେହି ଗୋଦାମରେ ନିଜର ଜୀବନ ଅତିବାହିତ କରିଥିଲେ ସେହି ଡାଏରୀରେ ଲେଖିଛନ୍ତି। ଏକରୁ ଏକ୍ଷତ୍ରିଶ ତାରିଖ ମଧ୍ୟରେ ମାର୍ଚ୍ଚ ମାସରେ ଟାଇଫସ ନାମକ ରୋଗରେ ପୀଡ଼ିତ ହୋଇ ବର୍ଗନ ବେଲସନ ବନ୍ଦୀ ଶିବିରରେ ପ୍ରାଣ ହରାଇଲେ। ତାଙ୍କ ମୃତ୍ୟୁର ପ୍ରକୃତ ଦିନ ଓ ତାରିଖ ଜଣାନାହିଁ। ରେଡକ୍ରସ ଦ୍ୱାରା ଆନୁଷ୍ଠାନିକ ଭାବେ ଘୋଷିତ ହୋଇଥିଲା ଯେ ଏକରୁ ଏକ୍ଷତ୍ରିଶ ତାରିଖ ମଧ୍ୟରେ ମାର୍ଚ୍ଚ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ କେହି କେହି କହନ୍ତି ଯେ ସେ ମାର୍ଚ୍ଚ ଯାଏଁ ବଞ୍ଚି ନଥିଲେ ଓ ତାଙ୍କର ମୃତ୍ୟୁ ପୂର୍ବରୁ ଫେବୃଆରୀ ଉନ୍ନିଶ ଶହ ପଞ୍ଚଚାଳିଶରେ ହିଁ ହୋଇଥିଲା।